ଏହା ହେଲା ପରେ ପୁଣି ଉଦ୍ଭବ ହେଲା ବାମପନ୍ଥୀ କମ୍ୟୁନିଷ୍ଟ ଦଳ। ଏମାନେ ଧୀରେ ଧୀରେ ଗଣତନ୍ତ୍ର ପଦ୍ଧତିକୁ ଆସିବାବେଳକୁ ଆଉ ଏକ ଦଳ ବାହାରିଯାଇ ବିପ୍ଳବର ସ୍ୱର ଉଠାଇଛନ୍ତି। ଗତ ଚାଳିଶବର୍ଷର ଇତିହାସରୁ ସ୍ପଷ୍ଟ ଜଣାଯିବ ଯେ ହଠାତ୍ ହଠାତ୍ ନିଜ ମନ ଅନୁସାରେ କାମ ହୋଇଯାଉ ନହେଲେ ସବୁ ଭାଙ୍ଗି ତୁଟିଯାଉ ଏପରି ମତପୋଷଣ କରିବା ପାଇଁ ବହୁ ବ୍ୟକ୍ତି ଅଛନ୍ତି। ଏମାନେ ଶିକ୍ଷିତ, ବୁଦ୍ଧିମାନ ଓ ଦେଶପ୍ରେମୀ। ଏମାନଙ୍କ ଅଧୀର ହେବାର ମଧ୍ୟ କାରଣ ଅଛି। ପ୍ରଥମ ବିଶ୍ୱଯୁଦ୍ଧ ପରେ ଜର୍ମାନୀ ଓ ଇଟାଲୀରେ ସମାଜବାଦୀ ଶାସନ ହିଁ ପ୍ରତିଷ୍ଠିତ। ହୋଇଥିଲା ଗଣତନ୍ତ୍ର ପଦ୍ଧତିକୁ ଭାଙ୍ଗି ଦିଆହୋଇ। ସେ ସମୟର ସେ ଦେଶମାନଙ୍କର ଗଣତନ୍ତ୍ର ପଦ୍ଧତିର କାର୍ଯ୍ୟକଳାପ ଆଜି ପଢ଼ିଲେ ମନେ ହେବ ଯେପରିକି ଭାରତର ଅବସ୍ଥା ବର୍ଣ୍ଣନା କରା ହେଉଛି। ବ୍ୟବସ୍ଥା ସଭାରେ ଅବାସ୍ତବ ଆଲୋଚନା, ଶାସନ କ୍ଷେତ୍ରରେ କର୍ମଚାରୀମାନଙ୍କ ଦାୟିତ୍ୱଶୂନ୍ୟତା ଓ କର୍ତ୍ତବ୍ୟ ପ୍ରତି ଅବହେଳା, ରାଜନୈତିକ ପ୍ରତିନିଧିମାନଙ୍କ କ୍ଷୁଦ୍ର କ୍ଷୁଦ୍ର ସ୍ୱାର୍ଥରେ ଆଗ୍ରହ ଏସବୁ ଏପରି ବିରକ୍ତିଜନକ ଅବସ୍ଥା ସୃଷ୍ଟି କଲା ଯେ ଶେଷରେ ଗଣତନ୍ତ୍ର ପଦ୍ଧତି ନିନ୍ଦିତ ହୋଇଯାଇ ସମାଜବାଦୀ ଆଧିପତ୍ୟ ସ୍ଥାପିତ ହେଲା। ମାତ୍ର ସେ ଆଧିପତ୍ୟ କିପରି ଫେସିଷ୍ଟ ଆଧିପତ୍ୟରେ ପରିଣତ ହେଲା ତାହା ମଧ୍ୟ ଅନୁଧ୍ୟାନର ବିଷୟ। ସୁଶୃଙ୍ଖଳିତ, ସୁଶିକ୍ଷିତ ଓ ପରୀକ୍ଷିତ ସମାଜବାଦୀ ଲୋକଙ୍କ ଦ୍ୱାରା ଗଠିତ ଓ ସମ୍ପୂର୍ଣ୍ଣ ନିସ୍ୱାର୍ଥପର ନେତୃତ୍ୱ ଦ୍ୱାରା ପରିଚାଳିତ ନ ହେଲେ ଯେ କୌଣସି ପ୍ରକାରର ଏକାଧିପତ୍ୟ ଶେଷରେ ମନମୁଖୀ ଓ ଅତ୍ୟାଚାରୀ ହୋଇଯିବ-। କେବଳ ସମାଜବାଦର ନୀତି ଘୋଷଣା ସେ ଆଧିପତ୍ୟକୁ ଠିକ୍ ବାଟରେ ରଖିପାରିବ ନାହିଁ-। ଆଜି ସମାଜବାଦୀ ଜଗତରେ ଯେଉଁ ଉତ୍କଟ ମତଭେଦ ବା ଶତ୍ରୁତା ପ୍ରକାଶ ପାଇଛି ତାହାର ମୂଳକାରଣ ହେଉଛି ପ୍ରତ୍ୟେକ ଦେଶରେ ବିଭିନ୍ନ ଭିତ୍ତିରେ ସମାଜବାଦୀ ଦଳମାନ ଗଠିତ ହୋଇଛି-। ଭାରତରେ ଯେଉଁମାନେ ଗଣତନ୍ତ୍ର ପଦ୍ଧତିର କାର୍ଯ୍ୟକଳାପରେ ଅଧୀର ସେମାନେ ଏହାର ବିକଳ୍ପ ପଦ୍ଧତିରେ ବିଶ୍ୱାସ ପୋଷଣ କରି ସେ ଦିଗରେ ଧୀର ନିରବଚ୍ଛିନ୍ନ ଭାବରେ କିଛି ହେଲେ କାର୍ଯ୍ୟ କରୁଥିବାର ଜଣାଯାଉନାହିଁ। ବର୍ଷ ବର୍ଷକାଳ ନିରବଚ୍ଛିନ୍ନ ଭାବରେ ସଂଗଠନ କରିପାରିଲେ ସେ ବିକଳ୍ପ ପଦ୍ଧତି କାର୍ଯ୍ୟକାରୀ ହୋଇ ପାରିବ କି ନାହିଁ ଆଲୋଚନା କରାଯାନ୍ତା। ଅପ୍ରୀତିକର ହେଲେ ମଧ୍ୟ ଏହା ମନେ ରଖିବାକୁ ହେବଯେ ଭାରତରେ କୌଣସି ଏକ ନୀତିର ଦୃଢ଼ଭାବରେ ବହୁବର୍ଷ କାର୍ଯ୍ୟ କରାହେଉ ନାହିଁ। ଫଳରେ ସବୁ ଜିନିଷ ଗତାନୁଗତିକ ହୋଇଯାଉଛି। ଉଦାହରଣ ସ୍ୱରୂପ ଗାନ୍ଧିଜୀଙ୍କ ଅହିଂସାବାଦ ଅଳ୍ପ କେତେବର୍ଷ କାର୍ଯ୍ୟ କରି ବନ୍ଦହେଲା। ପୁଣି ବିନୋବାଜୀଙ୍କ ଭୂଦାନ ବା ଗ୍ରାମଦାନ ଗତ ପନ୍ଦର ବର୍ଷରେ କେଉଁଠି ଆସି କେଉଁଠି ରହିଲାଣି, ତାହା ସମସ୍ତେ ବୁଝୁଥିବେ। ସେହିପରି ଗଣତନ୍ତ୍ର ପଦ୍ଧତି ଗତ କୋଡ଼ିଏବର୍ଷ ଭିତରେ କେଉଁ ସ୍ତରରୁ ଆସି କେଉଁଠି ପହୁଞ୍ଚିଲାଣି ତାହା ଭୁକ୍ତଭୋଗୀ ମାତ୍ରକେ ଜାଣୁଥିବେ। ଫଳରେ ଗତାନୁଗତିକ ଭାବେ ସବୁ ହୋଇଯାଉଛି ଓ ସେଥିରେ ଆଗକୁ ଗତି କରିବାର ଉତ୍ସାହ କମିଯାଉଛି। ଉତ୍ସାହ ଅଭାବରେ ନୀଚ ପ୍ରବୃତ୍ତିମାନ ଜାଗି ଉଠୁଛନ୍ତି। ମାରପିଟ୍ ଲୁଟତରାଜ ଏ ସବୁଥିରେ ମାତିବା ପାଇଁ କୌଣସି ରାଜନୈତିକ ମତ ପ୍ରବର୍ତ୍ତନର ଆବଶ୍ୟକତା ନାହିଁ। ଏ ସବୁ କରିବା ପାଇଁ ବହୁ ଲୋକ ଅଛନ୍ତି। ରାଜନୈତିକ ମତଟି ଏମାନଙ୍କ ବିବେକକୁ ସନ୍ତୁଷ୍ଟ କରି ରଖୁଛି ମାତ୍ର। ମାତ୍ର ଏଥିରେ ପରିଣାମ କେବେହେଲେ ସମାଜର ପରିବର୍ତ୍ତନ ବା ଶୋଷିତର ଉଦ୍ଧାର ହୋଇ ପାରିବ ନାହିଁ। ବରଂ ମାରପିଟ ଲୁଟତରାଜରେ